କହିଲେ''ମୁଁ କୁମାରୀ ଲୋପାମୁଦ୍ରାଙ୍କ ପ୍ରସ୍ତାବକୁ ଆନ୍ତରିକ ସ୍ୱାଗତ କରୁଛି। ଦେଶକୁ ସାହାଯ୍ୟ କରିବା ଲାଗି ନିଶ୍ଚୟ ପନ୍ଦର ଦିନ କଲେଜ ବନ୍ଦ ରହିବ। ଏ ଦିଗରେ ସରକାରଙ୍କୁ ସାହାଯ୍ୟ ମଗାଯିବ। ମୋର ବିଶ୍ୱାସ ନିଶ୍ଚତ ଛାତ୍ର ଓ ଅଧ୍ୟାପକ ଦଳ ଏ ଦିଗରେ ସାହାଯ୍ୟ କରିବେ। ଆଗଭର ହୋଇ ଆଗକୁ ବାହାରି ପଡ଼ିବେ। ପୁଣି କରତାଳି କମ୍ପିଉଠିଲା ସତେ ଅବା ବାନର ସେନା ଏହି ଛାତ୍ର ଦଳ, ଏମାନେ ଇଛା କଲେ ଯେ କ'ଣ ନ କରି ପାରିବେ ଏମିତି କିଛି ନାହିଁ। କେବଳ ତାଙ୍କ ମନ ମନେଇ ପାରିବା ହିଁ ସବୁଠୁ ବଡ଼ କଥା। ବିଭିନ୍ନ ସ୍ଥାନକୁ ଛାତ୍ର ଛାତ୍ରୀମାନେ ଯିବାପାଇଁ ନିର୍ଦ୍ଧାରିତ ଦିନ ଠିକ୍ ହୋଇଗଲା। ଦଳ ଦଳ ହୋଇ ଛାତ୍ର ଛାତ୍ରୀ ଅଧ୍ୟାପକମାନେ ସଜ ହୋଇ ପଡ଼ିଲେ। ଦୈନିକ ଖବରକାଗଜରେ ମଧ୍ୟ ଏ ଖବର ପ୍ରକାଶିତ ହୋଇଗଲା। ସମ୍ପାଦକୀୟ ସ୍ତମ୍ଭରେ କୁମାରୀ ଲୋପାମୁଦ୍ରାଙ୍କୁ ଭୁସି ଭୂୟସୀ ପ୍ରଶଂସା କରାଗଲା। ସକାଳର ଖବରକାଗଜଟାରେ ଆଖି ବୁଲାଇ ଆଣୁ ଆଣୁ ଚମକି ପଡ଼ିଲେ ଶାନ୍ତନୁ। ଖବରଟି ପଢ଼ି ସାରିବା ବେଳକୁ ତାଙ୍କ ଚକ୍ଷୁ ଅଶ୍ରୁସିକ୍ତ ହୋଇ ଯାଇଥିଲା। ହଠାତ୍ ଚିତ୍କାର କରି ଉଠିଲେ ସେ ''ଲୋପା ଲୋପ! '' ପଢ଼ା ଟେବୁଲ ନିକଟରୁ ଉଠିଆସିଲା ଲୋପାମୁଦ୍ରା। ବିଗଳିତ ନୟନରେ ଚାହିଁ ରହିଛନ୍ତି ଶାନ୍ତନୁ। କପାଳରେ ପ୍ରଶାସ୍ତିର ଅସଂଖ୍ୟ କୋକନଦ ଫୁଟି ଉଠିଥିଲା। ନିଜର ପୁଲକିତ ବକ୍ଷ ଆଡ଼କୁ ସେ ଟାଣିନେଲେ ଲୋପାମୁଦ୍ରାକୁ। ହସି ହସି ବେଦମ୍ ହୋଇପଡ଼ି କହିଲେ ''କାହିଁକି ମାଆ ମୁଁ ତୋ ନିକଟରେ କି ପାପ କରିଥିଲି ଯେ,ମୋତେ ଏପରି ଗୋଟିଏ ଖବର ତୁ କହିନାହୁଁ। '' ଆଶ୍ଚର୍ଯ୍ୟ ହୋଇ ବାପାଙ୍କ ଆଡ଼େ ଚାହିଁ ଲୋପା କହିଲା ''କୋଉ କଥା ବାପା! ମୁଁ ତୁମକୁ ତ' କିଛି ଲୁଚାଇ ନାହିଁ? '' ଖବରକାଗଜଟାକୁ ଲୋପାମୁଦ୍ରା ନିକଟକୁ ବଢ଼ାଇ ଦେଇ ଶାନ୍ତନୁ କହିଲେ ''ନାଇଁ ନାଇଁ ଏଇ ଖବର କଥା ମୁଁ ପଚାରୁଛି। '' ଖବରଟି ଆଡ଼େ ଆଖି ବୁଲାଇ ଆଣି କେବଳ ସ୍ଥାଣୁ ଭଳି ଠିଆ ହୋଇ ରହିଲା ଲୋପାମୁଦ୍ରା। ଆଶ୍ଚର୍ଯ୍ୟ ହୋଇ ଶାନ୍ତନୁ କହିଲେ ''କାହିଁକି କ'ଣ ହେଲା ଲୋପା! ଏମିତି ନୀରବ ହୋଇଗଲୁ ଯେ? '' ନୂଆ କରି ଆଜି ଲୋପାମୁଦ୍ରାର ଚକ୍ଷୁରୁ ଝରିପଡ଼ିଲା ଅଶ୍ରୁ। ବେଦନାର୍ତ୍ତ କଣ୍ଠରେ କହିଲା ସେ''ନାଇଁ ବାପା! ପ୍ରସ୍ତାବଟି ଦେଇ ମୁଁ କଲେଜରୁ ବିଜୟ ଗର୍ବରେ ଚାଲି ଆସିଥିଲି। ହେଲେ ପରେ ଯେତେବେଳେ'' ଆଉ କହି ପାରିଲାନି ଲୋପାମୁଦ୍ରା। ବାଷ୍ପରୁଦ୍ଧ ହୋଇଗଲା ତା'ର କଣ୍ଠ କାତର ଭାବେ ମିନତି କଲା ଭଳି ଶାନ୍ତନୁ କହିଲେ''କିନ୍ତୁ କ'ଣ ହେଲା ତା' ହେଲେ ତୋର? '' ଅକୁହା କଥା କହିଲେ ଅନେକ ସମୟରେ ବେଦନା ଲାଗେ ମଣିଷ ମନରେ। ତଥାପି ବାପାଙ୍କର ଅନୁରୋଧ ଏଡ଼ାଇ ନ ପାରି ଲୋପାମୁଦ୍ରା କହିଲା ''ନାଇଁ ବାପା, ମନ ଦୁଃଖ କରିବାରେ ମୋର ଅନ୍ୟ କିଛି କାରଣ ନାହିଁ। ହେଲେ ପ୍ରତିନିଧି ଦଳଙ୍କ ସହିତ ମୁଁ ସହଯୋଗ କରି ନ ପାରୁ ଥିବାରୁ ଦୁଃଖିତା। '' କମ୍ପିତ ଗଳାରେ ଶାନ୍ତନୁ କହିଲେ''କିନ୍ତୁ କାହିଁକି କାହିଁକି ଲୋପା! ସହଯୋଗ କରିବାରେ ତୋର ବାଧା କ'ଣ ଅଛି? '' ହସିଲା ଲୋପାମୁଦ୍ରା। ''ନାଁ ବାପା! କାରଣ କିଛି ନାହିଁ ମୁଁ ଜାଣେ। ତୁମେ ମୋତେ ଯିବା ପାଇଁ ମନା କରିବନି ମୁଁ ଜାଣେ। ତଥାପି ''ପୁଣି ନୀରବ ରହିଲା ଲୋପାମୁଦ୍ରା। ''କହ କହ ତୋର କ'ଣ ଅସୁବିଧା। '' ଶାନ୍ତନୁଙ୍କ କଣ୍ଠରେ ଏକରକମ୍ ମିନତିର ଆର୍ତ୍ତନାଦ। ବିଗଳିତ କଣ୍ଠରେ ଲୋପାମୁଦ୍ରା କହିଲା ''ନାଁ ବାପା! ଅସୁବିଧା କିଛିନାହିଁ। ହେଲେ ଦେଶର ଖାଦ୍ୟଶସ୍ୟକୁ ରକ୍ଷା କରିବା ଯେମିତି ଦେଶବାସୀଙ୍କର କାମ, ଏ ପରିବାରରେ ତୁମକୁ ରକ୍ଷା କରିବା ସେମିତି ମୋର କାମ। ତୁମକୁ ମୁଁ କାହ ଦାୟିତ୍ୱରେ ଛାଡ଼ିବିନି? ଏ କଥା ସତ ଯେ ତୁମକୁ ମୁଁ ଖାଇବାକୁ ଦିଏନି,ରୋଷେଇ କରି ଦିଏନି, ତୁମ ଲୁଗା କାଚି ଦିଏନି, ତୁମ ଦେହ ହାତ ଘଷି ଦିଏନି। ହେଲେ ଅଲିଅଳ ଝିଅପରି ବଢ଼ି ମଧ୍ୟ ଦୂରବୀକ୍ଷଣ ଯନ୍ତ୍ର ଭଳି ଦୂରରେ ଥାଇ ମୁଁ ସବୁ ତନଖି କରୁଥାଏ। ସତର୍କ ଦୃଷ୍ଟି ରଖିଥାଏ। ଟିକିନିଖି ଖବର ବୁଝୁଥାଏ। ମୋ ଅନୁପସ୍ଥିତିରେ ଏ କାମ ଆଉ କିଏ କରିବ ବାପା!